ସ୍ଵାଧୀନତା ସଂଗ୍ରାମ ସମୟରେ ଗାନ୍ଧିଜୀ ଭାରତର ଭବିଷ୍ୟ ଓ ଭାଗ୍ୟ ସୂତାଖିଅରେ ଝୁଲୁଛି ବୋଲି ବହୁତ ସମୟରେ କହୁଥିଲେ। ସୂତା ଅର୍ଥାତ୍ ଅରଟ ସାହାଯ୍ୟରେ ହାତରେ କଟାଯାଉଥିବା ସୂତା। ଖଦଡ଼ ସୂତାରୁ ଖଦଡ଼ ଲୁଗା। ସେତେବେଳର ସଂଗ୍ରାମୀମାନଙ୍କର ବହୁ ପ୍ରେରଣାର ଉତ୍ସ। ଶୋଷଣମୁକ୍ତିର ସନ୍ତକ, ଯାବତୀୟ ଶ୍ରମକୁ ମର୍ଯ୍ୟାଦା ଦେବାର ପ୍ରତୀକ। ସେଇଥିରୁ ଏକ ନୂତନ ଅର୍ଥନୀତି, ନୂତନ ସମାଜ ଏବଂ ନୂତନ ରାଷ୍ଟ୍ରର କେତେ ନା କେତେ ବିଚାର-। ସମଗ୍ର ପୃଥିବୀ ଲାଗି ଏକ ବିକଳ୍ପର ଭରସା ଯୋଗାଇଦେଇ ପାରୁଥିବା ଏକ କେଡ଼େ ବଳିଷ୍ଠ ବିଚାର। ଏବେ ଅରଟ ଗଲାଣି, ଖଦଡ଼ ଅଛି। ସରକାର ବି ଖଦଡ଼ ବିକୁଛନ୍ତି। ଶୋଷକ, ଠକ ଏବଂ କଳାବଜାରୀମାନେ ବି ନିଜର କେତେ କେତେ ମତଲବକୁ ସିଦ୍ଧ କରିବାର ଅଭିପ୍ରାୟରେ ଖଦଡ଼ ପିନ୍ଧୁଛନ୍ତି। ସେହି କାରଣରୁ ଏବେ କେତେକ ଲୋକ ଖଦଡ଼ ଦେଖିଲେ ହିଁ ବିଗୁଡ଼ୁଛନ୍ତି, ଖଦଡ଼ ପରିଧାନ କରିଥିବା ମଣିଷଟିଏ ଦେଖିବା ମାତ୍ରକେ ତାହାକୁ ବହୁମାଶ୍ଚର୍ଯ୍ୟର ପ୍ରତିନିଧି ବୋଲି ସନ୍ଦେହ କରୁଛନ୍ତି। ମାତ୍ର ଏଥିରେ ଆମେ ଖଦଡ଼କୁ କାହିଁକି ଦୋଷ ଦେବା? ଠିକ୍ ସେହିପରି ରାଜନୀତିଟା ଭ୍ରଷ୍ଟମାନଙ୍କ ହାତରେ ଯାଇ ପଡ଼ିଲା ବୋଲି ରାଜନୀତିକୁ କାହିଁକି ଗାଳିଦେବା? ରାଜନୀତି ଆଦୌ କୌଣସି ମଣିଷକୁ ଭ୍ରଷ୍ଟ କରେନାହିଁ। ଭ୍ରଷ୍ଟ ମଣିଷ ହାତରେ ପଡ଼ିଲେ ରାଜନୀତି ବହୁତ ଅକାର୍ଯ୍ୟରେ ଲାଗେ, ବହୁତ ଅନାଚାରର କାରଣହୁଏ। ଏବଂ, ଯେତେବେଳେ ଗୋଟାଏ ଦେଶରେ ବା ସମାଜରେ ଅଧିକତଃ ଭ୍ରଷ୍ଟ ଓ ଦୁଷ୍ଟ ମନୁଷ୍ୟମାନେ ହିଁ ରାଜନୀତିରେ ଆସି ପଶିଯାନ୍ତି, ସେତେବେଳେ ରାଜନୀତିଟା ପୂରା ଅଶୁଦ୍ଧ ହୋଇଗଲା ବୋଲି ଅପବାଦ ଶୁଣିବାକୁ ହୁଏ। ଆହା, ବିଚରା ରାଜନୀତି, ରାଜନୀତି ସେତେବେଳେ ମଧ୍ୟ ଯୋଗ୍ୟମାନଙ୍କ ପାଇଁ ଅପେକ୍ଷା କରିଥାଏ। ଏକ ସର୍ବନିମ୍ନ ସମ୍ପନ୍ନତା ଏବଂ ପରିପୂର୍ଣ୍ଣତା ହାସଲ କରିବା ନିମନ୍ତେ ପାହାଚ ପାହାଚ କରି ଅଗ୍ରସର ହେଉଥିବା ଯେକୌଣସି ଦେଶ ପାଇଁ ରାଜନୀତି ହିଁ ସର୍ବାଧିକ ତାତ୍ପର୍ଯ୍ୟର ଏକ ବିଷୟ ହୋଇ ଅବଶ୍ୟ ରହିବ। ମୁଖ୍ୟତଃ ସେହି ଅର୍ଥରେ ହିଁ ଭାରତବର୍ଷକୁ ଗୋଟିଏ ବିକାଶଶୀଳ ଦେଶ ବୋଲି କୁହାଯାଉଛି। ବିଶେଷତଃ ଯେତେବେଳେ ଗଣତନ୍ତ୍ରକୁ ଧ୍ୟେୟ ବୋଲି ଆମର ସମ୍ବିଧାନରେ ସ୍ୱୀକାର କରି ନିଆଯାଇଛି, କେବଳ ଆମର ନେତାମାନେ ନୁହନ୍ତି, ଏହି ଦେଶର ଜନଗଣଙ୍କର ମଧ୍ୟ ରାଜନୀତିର ଧାରଣାଗୁଡ଼ିକ ଯଥାସମ୍ଭବ ଅଧିକ ସ୍ପଷ୍ଟ ରହିଥିବା ଏକାନ୍ତ ଆବଶ୍ୟକ। ଜନଗଣ ସଚେତନ ହେଲେ ସିନା ନାୟକମାନେ ଇଚ୍ଛା ଅନୁସାରେ ବଗୁଲିଆ ହେବାର ଅୟସଟାରୁ ବଂଚିତ ହୋଇ ରହନ୍ତେ। ପଚାଶ ବର୍ଷର ଗଣତାନ୍ତ୍ରିକ ପ୍ରୟୋଗ ପରେ ଦେଶରେ ରାଜନୀତିକ ଆଚରଣମାନ ଦେଖି ମନେହେଉଛି, ଏଠାରେ ଆମ ନେତାମାନେ ମଧ୍ୟ ଏହି ଦେଶର ଆକାଂକ୍ଷିତ ନିୟତିଗୁଡ଼ିକ ବିଷୟରେ ସଚେତନ ହୋଇନାହାନ୍ତି। ସେମାନେ ଶାସନ କରୁଛନ୍ତି; କେତେବେଳେ ସରକାର ଚଳାଉଛନ୍ତି ତ ଆଉ କେତେବେଳେ ବିରୋଧିଦଳରେ ରହୁଛନ୍ତି। ବିଭିନ୍ନ ନାମର ରାଜନୀତିକ ଦଳରେ ବାଣ୍ଟି ହୋଇ ରହିଛନ୍ତି। ତଥାପି ଦେଶ ଆଗକୁ ଯିବା ସକାଶେ ଏବେ ମଧ୍ୟ ଏକ ବହୁଦୀର୍ଘ ପଥ ବାକି ରହିଥିବା ସମୟରେ ସେମାନେ ସତେଅବା ରାଜନୀତିର ସବୁଯାକ ମାପକାଠିରେ ନିରକ୍ଷର ପ୍ରାୟ ହୋଇ ରହିଛନ୍ତି। ଦଳ ଏକାଧିକ ରହିଛି, ମାତ୍ର ସେମାନଙ୍କର କାମ୍ୟ ରାଜନୀତିକ ଲକ୍ଷ୍ୟ ଅର୍ଥାତ୍ ପରିମଳଟି ବିଷୟରେ ସେମାନଙ୍କର କୌଣସି ଧାରଣା ନାହିଁ। ଦେଶରେ ରାଜନୀତିକ ମୂଲ୍ୟଗୁଡ଼ିକର କ୍ଷେତ୍ରରେ ଅସଲ ଯୁଦ୍ଧଗୁଡ଼ିକ ଯେଉଁସବୁ ପ୍ରତିବନ୍ଧକର ବିରୋଧରେ ଲଢ଼ା ଯାଉଥାନ୍ତା, ସେହି ଯୁଦ୍ଧଗୁଡ଼ିକ ନିମନ୍ତେ ଏମାନେ ନିଜକୁ ଜଣେ ଜଣେ ସୈନିକ ରୂପେ ସତେଅବା ମୋଟେ ତିଆରି କରିନାହାନ୍ତି। ସମ୍ଭବତଃ